ପାଖଆଖର ଲୋକେ ଏହି କର୍ମଚାରୀ ମହଲ ସଙ୍ଗେ ମିଶିବାକୁ ସଙ୍କୋଚବୋଧ କରନ୍ତି-! ସାକ୍ଷାତକୁ ଜାଣିଶୁଣି ଆଡ଼େଇ ଦିଅନ୍ତି। ବିନା ଆବଶ୍ୟକରେ ଭୟ କରି ଦୁଆର ମାଡ଼ନ୍ତି ନାହିଁ-। ଏ କର୍ମଚାରୀ ଗୋଷ୍ଠୀଙ୍କୁ କେଉଁ ବିଶ୍ୱାସ ଅଛି ଯେ? ମନ ବୁଝିଥିଲା ପର୍ଯ୍ୟନ୍ତ ପାଖରେ ବସିଥିବେ-। ମଉକା ପାଇଲେ କାବୁରେ ପକାଇବେ। ସବୁଠୁ ଭଲ, ସେମାନଙ୍କ ପାଖରୁ ଦୂରେଇ ରହିବା। ସମ୍ପର୍କ ନ ରଖିଲେ ସମ୍ପର୍କ ଦୋଷ ତ କଟିଯିବ। ତିନିହେଁ ବସି କଥାବାର୍ତ୍ତା କରୁଛନ୍ତି, ପାରିକୁଦରେ ସନ୍ଧ୍ୟା ହେଲା। ପାରିକୁଦର ସନ୍ଧ୍ୟାଟା ବେଶ୍ ଆରାମପ୍ରଦ ଜଣାଯାଉ ଥାଏ। ଚିଲିକାର ମିଠା ପବନ ସେ ସଞ୍ଜଟାକୁ ଆହୁରି ପୃଷ୍ଟିଳ କରିଦେଲା। ରକ୍ତଲାଲ ସୂର୍ଯ୍ୟଟା, ବଳୟ ତଳୁ ଖସିପଡ଼ି ଚିଲିକାରେ ଲୁଚିବାକୁ ବସିଥାଏ। ଦିନକର କର୍ମବହୁଳ ପରିଶ୍ରମ ପରେ ଚିଲିକା ଛାତିରେ ଆଶ୍ରୟ ନେବ। ଚିଲିକାର ନୀଳ ତରଙ୍ଗ ସଙ୍ଗେ ମନ ଆନନ୍ଦରେ ଖେଳି ଖେଳି ସେ ତାର କର୍ମ ବହୁଳ କ୍ଲାନ୍ତିକୁ ଭୁଲିଯିବ। ଯଦି ତାଙ୍କର ଭାଗ୍ୟରେ ଥାଏ, କାଳିଯାଈ ଉପରେ ସରଗ ଅପ୍ସରୀଙ୍କ ନୃତ୍ୟଗୀତ ଅନୁଭବ କରିବ। କୃଷ୍ଣପ୍ରସାଦର ଧର୍ମଶାଳା କଡ଼ରୁ ଗୋପାଳ ବାଳକର ବଂଶୀସ୍ୱନ ଶୁଭୁଛି। ଗୋଠ ବାହୁଡ଼ା ଧେନୁର ଖୁର ଶବ୍ଦଟା ଚମତ୍କାର ମନେ ହେଉଛି। ବିଶ୍ରାମକାମୀ ଧେନୁପରି କି ଚଞ୍ଚଳହୋଇ ଉଠିଛନ୍ତି। ପଡ଼ିଉଠି ସେମାନେ ଆଗପଛ ହୋଇ ଧାଇଁଛନ୍ତି। ଆକାଶରେ ବସା–ବାହୁଡ଼ା ପକ୍ଷୀର ଡାକ ଶୁଭୁଛି। କି ଆକୁଳଭରା ଡାକ! ଆକାଶରେ ଉଡ଼ି ଆସୁ ଆସୁ ବୋଧହୁଏ ତାର ସହଯାତ୍ରୀ କି ସହଯାତ୍ରୀଣୀକୁ ଛାଡ଼ିଦେଲା। ଯଦି ସେ ଫେରି ନଆସେ ତେବେ କି ଦୁଃଖଦାୟକ ଘଟଣାଟିଏ ହେବ ନାହିଁ? ସମୁଦାୟ ରାତିଟା ନିଃସଙ୍ଗରେ କଟିଯିବ। ଜୀବନ ଯୌବନର ଗୋଟିଏ ରାତି ବ୍ୟର୍ଥ ହେବ। ଅଧ ରାତିରେ ଶୀତ ପଡ଼ିଲେ, କାହାର ପରତଳକୁ ଘୁଞ୍ଚିଯାଇ ଦେହକୁ ଉଷୁମ କରିବ? ଦୁର୍ଭାଗ୍ୟକୁ ଯଦି ରାତିରେ ବର୍ଷା ହୁଏ? ସେ ରାତିରେ ନିର୍ଜନତା ମୃତ୍ୟୁପରି କଷ୍ଟଦାୟକ ହୋଇଉଠିବ। ତାଠୁ ବରଂ ଏଇ ଅଧବାଟରେ ଅଟକି ଯାଇ ସାଥି ପକ୍ଷୀଟିକୁ ଅପେକ୍ଷା କରିବା ଶ୍ରେୟସ୍କର। ସେଥି ଫେରି ଆସିଲେ, ଅନ୍ଧାର ଭିତରେ ବି ବାଟ ଖୋଜି, ଖୋଜି ବସାକୁ ଫେରି ଯାଇହେବ। ଅଚିହ୍ନା ପକ୍ଷୀଟି ବାରମ୍ୱାର ଡାକ ଛାଡ଼ୁଛି। କେତେ ମିନତି ଭରା ଡାକ! ଲହରାଇ ଲହରାଇ କହୁଛି, ବନ୍ଧୁ! ତୁମେ ଯେଉଁଠି ଥାଅ ଫେରି ଆସ। ମୁଁ ଏଇଠି ତୁମର ଅପେକ୍ଷା କରିଛି। ନ ଫେରିବାଯାଏ ଅପେକ୍ଷା କରଥିବି। ଟିକିଏ ବାଟ ଉଡ଼ିଆସି ପୁଣି ଥରେ ଫେରି ଯାଉଛି। ବାରମ୍ୱାର ଡାକ ଛାଡ଼ୁଛି। ସେଇ ମିନତି ଭରା ଡାକ। ଚନ୍ଦ୍ରଟା ନଳବଣର ସାମନା ସମାନି ହେଲାଣି। ସୂର୍ଯ୍ୟ ପରେ ଏ ପୃଥିବୀକୁ ହସାଇବାର ଭାର ନେବ ଚନ୍ଦ୍ର। କିନ୍ତୁ ସେ ଆଜି ଏତେ ମାତ୍ରାରେ ଚପଳ ହୋଇ ଉଠିଛି କାହିଁକି? ଚୁପ୍, ଚୁପ୍ ହସି ନିଜ ମୁହଁଟାକୁ ବାଦଲ ଭିତରେ ଲୁଚାଇ ଦେଉଛି। କାଳିଜାଈରେ ସେହି ସ୍ୱର୍ଗଲୋକର ରୂପସୀମାନେ ମିଶି ପୁଣି ଥରେ ଜଳକ୍ରୀଡ଼ା ଆରମ୍ଭ କରିଦେଲେ କି? ଆଜି ବୋଧହୁଏ ସେମାନେ ଉଲଗ୍ନ ସ୍ନାନ କରୁଛନ୍ତି। ନ ହେଲେ ସରଳ ଚନ୍ଦ୍ରଟା ଏତେ ଦୁଷ୍ଟାମୀ ବାହାର କରନ୍ତା କାହିଁକି? କାହିଁକି ସେ ଲୁଚି ଲୁଚି ହସନ୍ତା? ପୁଣି ବାଦଲ ଭିତରୁ ଲୋଭିଲା ମୁହଁଟା କାଢ଼ି ତରବର ହୋଇ ଧାଇଁ ଯାଆନ୍ତା! ସ୍ୱର୍ଗ ରୂପସୀର ନାଚ କି ମଧୁର ହୋଇ ନ ଥିବ! ଅପ୍ସରା ଅପ୍ସରୀମାନଙ୍କ ଉଲଗ୍ନ ଜଳକ୍ରୀଡ଼ାରେ ଲାବଣ୍ୟର ଲଳିତ ଛନ୍ଦ ଫୁଟି ଉଠିଥିବ। ସେମାନେ କଣ କ୍ରୀଡ଼ାରେ ଏତେ ତନ୍ମୟ ଯେ ମୁଣ୍ଡ ଉପରର ଲୁଚିଲା ଚନ୍ଦ୍ରଟାକୁ ଦେଖିପାରୁ ନାହାନ୍ତି? ହୁଏତ ସବୁ ଦେଖି ବି ସେମାନେ ଆଖିବୁଜି ଦେଇଥିବେ। ଭାବୁଥିବେ ବୟସର ଇଏ ଏକ କବିତ୍ୱ–ବୋଳା କଳା। ଉଲଗ୍ନ ସ୍ନାନରେ ପୁଣି କଳା ଅଛି? ବୟସ ସେମାନଙ୍କୁ ମୋହାଚ୍ଛନ୍ନ କରିଛି। ଖାଲି ବୟସ ତ ନୁହେ, ସ୍ୱର୍ଗୀୟ-ପ୍ରାଚୁର୍ଯ୍ୟର ବି ଅବଦାନ ରହିଛି। କି ଗର୍ବ ସେମାନଙ୍କର! ଭାବୁଥିବେ, ଚିଲିକା–କୁମାରୀ ତାର ନୀଳ–ଅଞ୍ଚଳ ଘୋଡ଼ାଇ ସେମାନଙ୍କୁ ଲଜ୍ଜାମୁକ୍ତ କରିବ। କିନ୍ତୁ ପାଣି ଭିତରେ ହାବୁକା ମାରି ପହଁରିଲାବେଳେ କଣ ଦେହର କୌଣସି ଅଂଶ ଦେଖାଯିବ ନାହିଁ। ଚନ୍ଦ୍ରଟା ଏଇନେ ଚମତ୍କାର ଦେଖା ଗଲଣି। ଚିଲିକାର ସବୁ ଶୋଭା ସମ୍ପଦକୁ କଣ୍ଠାଗ୍ରତ କରି ସେ କି ଉନ୍ମାଦ ହୋଇ ଉଠିଛି! ସତେ ଅବା ସୁଷମା-ଭରା ଗ୍ଲାସେ ମଦ ପିଇଦେଲା। ଶରୀର ଓ ମନ ତାଜା ଲାଗୁଛି।